ସେଥିପାଇଁ ଦୋବଲ ପାଖରେ ଶିକ୍ଷିତ ଲୋକେ ପଢ଼ୁଆ ଟୋକାଏ ବେଶି ଆସନ୍ତି ତାଙ୍କରି ଦୋକାନକୁ। ସେଠି ରାମାନନ୍ଦଙ୍କର ଆଦର ଅଛି। ଦୋବଲ ଗଲେ ସେ ଦୋକାନ ଖୋଲି ପିଲା-ଛୁଆଙ୍କୁ ଧରି କିଛିଦିନ ରହି ଯାଇପାରିବେ। କିନ୍ତୁ ବର୍ତ୍ତମାନ ବୋଧହୁଏ ଅସମ୍ଭବ। ଚାରିଆଡ଼େ ଶତ୍ରୁ। ବାଟ ଜଳପୂର୍ଣ୍ଣ। ପାଖଆଖରେ ନୁହେଁ–ପୂରା ତିନିମାଇଲ ରାସ୍ତା। ସେ ଏକା ହୁଏତ ଚାଲି ଯାଇପାରିବେ–କିନ୍ତୁ ଏଇ ସୁମି-ମା, ସୁମି, ବୁଲୁ? ଆକାଶରେ ପୂର୍ବପରି ମେଘର ବିକଟ ଚକ୍ଷୁ ଖାଇବ ବୋଲି ଚାହିଁଥାଏ। କେବଳ ବନ୍ଦ ହୋଇଛି ଧାରା। ସୁମି ପାଖକୁ ଟୁନୀ ଲାଗି ଆସିଲା। ଫୁଙ୍ଗୁଳା ଦେହ। ଫକ୍ ଖଣ୍ଡି ତିନ୍ତିଯିବାରୁ ସେ କାଢ଼ି ପକେଇଚି। ଟୁଣି ଡାକିଲା–'ସୁମି! ସୁମି! ' ସୁମି ଉତ୍ତର ଦେଲାନାଇଁ। ଟୁଣି ଅଭିମାନରେ ଫୁଲି ଫୁଲି ଉଠୁଥାଏ। କିନ୍ତୁ କାହିଁକି ଅଭିମାନ କରିବ। ଦେହରେ ଥଣ୍ଡା ଲାଗିଚି ବୋଲି ସୁମି କଥା କହି ପାରୁନାଇଁ। ଦୋଷ କଣ? ଦୁଇଜଣଯାକ ନିମନ୍ତ୍ରଣ କରି ବନ୍ୟା ଅଣେଇଛନ୍ତି। ଭୋଗିବା ଭାଗ୍ୟରେ ଲେଖାଅଛି। ଶୁଖିଲା ବାଲିଖେଳ କେତେ ସୁନ୍ଦର ହେଉଥିଲା। ବଢ଼ିପାଣିରେ ଚପର ଚପର ହୁଅନ୍ତି ବୋଲି ବଢ଼ି ତାଙ୍କୁ ସୁଖ ଲାଗେ ଆଉ ସେଥିପାଇଁ ହକର ହକର ହେଉଥିଲେ ବଢ଼ି ଲାଗି। କିନ୍ତୁ ଏବେ? କିଏ ଜାଣିଥିଲା ଲୋ ମା ଏତେକଥା ଘଟିବ ବୋଲି। ଟୁଣି ଦେଖିଲା ବୁଲୁ ନନାକୁ। ସେ କାଠଟି ପରି ବସିଚି। ଚୈତ୍ମାସର ସଂଧ୍ୟା ବେଳ କଥା ଟୁଣିର ମନେଅଛି। ଦିନ ସାରା ତାତି ପବନ ତାଙ୍କ ଝରକା ବାଟଦେଇ ଭଳ ଭଳ କରି ପଶିଆସେ। ବେଶି ତାତି ଅବଶ୍ୟ ବୈଶାଖ ମାସ ଖରାବେଳେ, ପଦାକୁ ବାହାରି ହୁଏ ନାଇଁ। ଉପରଓଳି ଟୁଣି, ସୁମି ଓ ବୁଲୁ ନଈବାଲିକୁ ଯାଆନ୍ତି। ଆହୁରି କେତେ ଲୋକଙ୍କର ସେଠି ଆଖଡ଼ା ବସିଥାଏ। ଗାଁ ଯାଙ୍କର ମାଇପେ, ବୋହୂଏ, ଭୁଆଣସୁଣୀଏ ଲୁଗାଧୋଇ ଆସନ୍ତି। ବୁଢ଼ା ବୁଢ଼ୀମାନେ ରାତି ଦୁଇପହର ଯାଏ ବସି ଗପନ୍ତି ଗପ କରନ୍ତି। ଅଭେଡ଼ା ଟୋକାମାନେ ଅନେକ ସମୟରେ ସାରା ରାତି ନଈବାଲିରେ ଶୋଇ ଯାଆନ୍ତି। ସୁମି ଓ ଟୁଣି ବାଲିଘର ଭାଙ୍ଗି ସଂଧ୍ୟା ପୂର୍ବରୁ ପଳେଇ ଆସନ୍ତି। ସୂର୍ଯ୍ୟ ବୁଡ଼ିଲାବେଳେ ଲାଲକିରଣରେ ନଈବାଲି ଖୁବ୍ ଚମତ୍କାର ଦିଶେ। ବୁଲୁ ସବୁବେଳେ ତାଙ୍କ ସହିତ ମିଶେନାହିଁ। ସୁମିକୁ ବୁଲୁ ସାଥୀରେ ଖେଳିବାକୁ ଭାରି ଭଲଲାଗେ। ଟୁଣି ସମୟ ସମୟରେ ଏକା ପଡ଼ିଯାଏ। ଟୁଣି ଖୋଜେ ବୁଲୁ ନନାଟା ପଳାନ୍ତା କି? ସତକୁ ସତ ବୁଲୁ ବି ପଳାଏ ବାଗୁଡ଼ି ଖେଳ ପାଖକୁ। ସେଠିକି ସୁମି କି ଟୁଣି କେହିଯାଆନ୍ତି ନାହିଁ। ଥରେ ଦଳେ ଟୋକା ''କାଇଲିରେ କୋଳ, ବତିଘରେ ଶୋଲ। ବତି ଜଳୁଜଳୁ ପାହିଗଲା ରାତି। କୁଆ ନେଇଗଲା କଜଳର ପାଲି। ''–ରାହାଦେଇ ଗୋଡ଼ା ଗୋଡ଼ି ହୋଇ ହୋଇ ସୁମି ଓ ଟୁଣିଙ୍କ ବାଲିଘର ଭାଙ୍ଗି ଦେଇଥିଲେ। ସେଇଦିନରୁ ଟୁଣିର ରାଗ ଏଇ 'ବୋଉ ବାଗୁଡ଼ି', 'କାଇଲିରେ କୋଳ', ବାଗୁଡ଼ି ଆଦି ଅଣ୍ଡିରିଆ ଖେଳ ଉପରେ। ନଈବାଲିରେ ଲୁଚକାଳି ଖେଳି ହୁଏ ନାହିଁ। ସେଠି ଲୁଚିବାକୁ ଜାଗା ନଥାଏ। ଲୁଚକାଳି ଖେଳ ଜହ୍ନ ରାତିରେ ସୁମିଘର ଦାଣ୍ଡରେ ଭଲ ହୁଏ। ଆଉ ଆଉ ଛୁଆମାନେ ଯୋଗଦିଅନ୍ତି। ସୁମି ଓ ବୁଲୁନନା ସାଙ୍ଗ ହୋଇ ଲୁଚିଯାନ୍ତି। ଟୁନୀ ସେମାନଙ୍କ ଲୁଚିବା ଜାଗଟା ଠଉରାଇନିଏ ଅକ୍ଲେଶରେ ପଟକ୍ଟ ଦେଇ ଧରି ପକାଏ। ସେଇକଥା ନଭାବିବା ହିଁ ଭଲ। ଘର ଭାଙ୍ଗିଚି, ନଈବାଲି ବୁଡ଼ିଯାଇଚି, ପୁଣି ମେଘୁଆ ରାତି। ସୁମି ମନର ଆଗ ଚପଲତା ଆଉ ନାହିଁ। ଟୁଣି ଓ ବୁଲୁଙ୍କ ନିକଟରେ ବସିଥିଲେ ବି ସେ କାହାସାଙ୍ଗରେ କଥା ହୋଇ ପାରୁନାଇଁ। ସମସ୍ତେ ଯେମିତି ତାକୁ ଥଟ୍ଟା କରିବାଲାଗି ଏକଜୁଟ ହୋଇ ବସିଛନ୍ତି। 'ବଢ଼ିପାଣି ଚାହୁଁଥିଲୁ ଯେ? ଏବେ ଯାଉନୁ ଖେଳିବୁ। ' ବଢ଼ିପାଣିରେ ଖେଳିବ ସୁମି? ନାନା ନା-ନା। କାଣ୍ଡନଳ ସାପଗୁଡାକ ବିଜି ବିଜି ହେଉଛନ୍ତି। ଟିକକରେ ଗୋଡ଼ରେ ଗୁଡ଼େଇ ହୋଇଯିବେ। ସେ ଆଉ ଜମା ବଢ଼ିପାଣିକୁ ପଶିବ ନାଇଁ। ସେଇ ଭାସିଲା ତାଳ ଧରିବାକୁ ଯାଇ ତାର ଏତେ ଅବସ୍ଥା। ପିଣ୍ଡା ଉପରେ ବସି ତଳକୁ ସେ ହାତ ବଢ଼ାଉଥିଲା; ଯଦି ସେତେବେଳେ ଖସିପଡ଼ିଥାନ୍ତା? ଇସ୍ ସୁମି ଆଉ ଚିନ୍ତାକରି ପାରିଲା ନାଇଁ। ସୁମି-ମାଙ୍କ ଓଦାକୋଳ ଭିତରେ ଭଲକରି ମୁଣ୍ଡ ଗୁଞ୍ଜିଦେଲା। ତାର ମୁଣ୍ଡ ଉପରେ ଡାଆଣୀ କଳାରାତି ତାଣ୍ଡବ ନୃତ୍ୟ ଦେଖାଉଥାଏ।